ମାଧବ କହିଲା, ଡାକ୍ତର ପାଖରେ ଅସ୍ତ୍ର ନାହିଁ। ଫଟିକ୍ ଦେହରେ ଖୁବ୍ ବଳ ଅଛି। ସେ ଖୁବ୍ ହୁସିଆର ଗୁଇନ୍ଦା ପୋଲିସ ଅଫିସର। ମୁଁ ଜାଣେ, ଡାକ୍ତର ଏ ପ୍ରାସାଦରେ ନାହିଁ। ବର୍ଷା କହିଲା, ଏହାର ସମାଧାନ କ'ଣ? ସମାଧାନ, ଫଟିକ୍? ଫଟିକ୍ ଗତକାଲି ରାତିରେ ଯାହା କହିଲା, ଭାବି ଦେଖନ୍ତୁ ତ। ତାହାର କଥା ଯଦି ସତ ହୁଏ, ତାହା ହେଲେ ନିଶ୍ଚୟ ସ୍ଵୀକାର କରିବେ ଯେ, ଡାକ୍ତରଙ୍କ ଅନ୍ତର୍ଦ୍ଧାନ ସହିତ ମୁଁ ଜଡ଼ିତ ନୁହେଁ। ତା କଥାରେ ବିଚାର କରି ଦେଖିଲେ ମୁଁ ସନ୍ଦେହମୁକ୍ତ ବୋଲି ଜାଣି ମଧ୍ୟ ସନ୍ଦେହ ଏଡ଼ାଇଯିବାକୁ ଚାହେଁନା। ସେ ପଦଶବ୍ଦ ଶୁଣିଛି, ଗୋଟିଏ ଲୋକକୁ ଦେଖିଛି, ଏ ବିଷୟରେ ପ୍ରମାଣ କ'ଣ? ତା କଥା ତ ମିଛ ମଧ୍ୟ ହୋଇପାରେ। ଆମକୁ ଡାକିବା ପୂର୍ବରୁ ସେ ହୁଏତ ଡାକ୍ତରଙ୍କୁ ଖତମ କରିଦେଇପାରିଥାଏ। କିପରି? ସେ ଯାହାହେଉ, ମୁଁ ତ କହିପାରିବିନି। ତେବେ ଫଟିକ୍ ସମ୍ପର୍କରେ ସାବଧାନ ହେବା ଆବଶ୍ୟକ। ସେ ଯଦି ଆମକୁ ଆକ୍ରମଣ କରେ, ତେବେ ରିଭଲଭର ଦେଖାଇ ମାଧବ କହିଲା, ଯେ କୌଣସି ଅବସ୍ଥାର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରସ୍ତୁତ। ବର୍ଷା ଭୀଷଣ ରାଗିଗଲା। ମାଧବ ତାକୁ ଲକ୍ଷ୍ୟ କରି କହିଲା, ମୋତେ ବିଶ୍ଵାସ କରନ୍ତୁ, ବର୍ଷା ଦେବୀ! ମୁଁ ଆପଣଙ୍କର କୌଣସି ଅନିଷ୍ଟ କରିବି ନାହିଁ। ଆଚ୍ଛା, ଆପଣଙ୍କର ମନେହୁଏ ନା ଯେ ଆମକୁ କିଏ ଅଲକ୍ଷରେ ଲକ୍ଷ୍ୟ ରଖିଛି? ଏଇଟା ଆମ କ୍ଳାନ୍ତ ସ୍ନାୟୁ ଦୁର୍ବଳତା। ଆଚ୍ଛା, ଏସବୁ ମୂଳରେ ଯଦି ଥାଏ ଏକ ଆତ୍ମା ଅଲୌକିକ, ବୁଦ୍ଧିରେ ଯାହାର ବ୍ୟାଖ୍ୟା ଚଳେନା, ଯାହା ଘଟୁଛି ଏସବୁ ମଣିଷର କାମ ନୁହେଁ, ପୂରାପୂରି ଭୌତିକ, ମାନେ ଅଲୌକିକ ମାଧବ ହସି କହିଲା, ବର୍ଷା ଦେବୀ, ବିବେକ ବଡ଼ ଆଶ୍ଚର୍ଯ୍ୟ ପଦାର୍ଥ। ଆଚ୍ଛା, ସେହି ଶିଶୁ ବୁବୁନର ମୃତ୍ୟୁ ପାଇଁ ଆପଣ ଦାୟୀ ଥିଲେ। ନିଶ୍ଚୟ କୌଣସି ହୃଦୟଘଟିତ ବିଷୟ ସହିତ ବ୍ୟାପାରଟି ଜଡ଼ିତ। ନୁହେଁ କି? ବର୍ଷାର ମନେହେଲା ସେ ଭୀଷଣ କ୍ଳାନ୍ତ। ତା ପରେ ଅଜଣାରେ ତା ମୁହଁରୁ ବାହାରିପଡ଼ିଲା, ହଁ, ହଁ, କଥାଟା ସତ। ଗୋଟାଏ ଆର୍ତ୍ତନାଦ ଶୁଭିଲା। ମାଧବ ଉଠି କହିଲା, ପ୍ରାସାଦ ଆଡ଼ୁ ଏ ଶବ୍ଦଟି ଆସିଲା ତ? ହଁ, ସେଇଆଡ଼େ ମନେହେଲା। ଚାଲନ୍ତୁ ଯିବା। ବର୍ଷା ମାଧବର ହାତ ଧରି କହିଲା, ନା, ନା। ମାଧବ କହିଲା, ନା, ନା, ମୁଁ ଯିବି। ଦୁହେଁ ଶେଷରେ ପ୍ରାସାଦ ଅଭିମୁଖେ ବାହାରିଲେ। ସେମାନେ ଘର ଭିତରେ ପଶିଲେ। ପୂର୍ବଦିଗ ବାରଣ୍ଡାକୁ ଯାଇ ସେମାନେ ଦେଖିଲେ ଯେ ଫଟିକ୍ ମାଟି ଉପରେ ହାମୁଡ଼ି ପଡ଼ିଛି। ଦୁଇଟା ହାତ ଦୁଇ ପାଖରେ। ମୁଣ୍ଡଟା ଯେମିତି ଚେପ୍ଟା ହୋଇଯାଇଛି। ବର୍ଷା ଅଟକିଗଲା। ମାଧବ କହିଉଠିଲା, ସନ୍ଦେହ ନାହିଁ ଏ ସେହି ପାଗଳ ଡାକ୍ତରର କାଣ୍ଡ। ମୁଁ ଯାଉଛି ଖୋଜିବାକୁ। ହଠାତ୍ ବର୍ଷା ମାଧବକୁ କୁଣ୍ଢାଇ ଧରି କହିଲା, ପାଗଳାମି କରନା। ଏହା ପରେ ଆମ ଉପରେ ତାହାର ପାଳି। ଦେଖୁନ ଫଟିକ୍ ଉପରେ ସେଇ ,ସେଇ ଇସ୍କାପାନ ବିବିର କାର୍ଡ଼। ଖୁନୀ ଚାହେଁ ଯେ ଆମେ ତାକୁ ଖୋଜିବା ଏବଂ ଏହି ସୁଯୋଗରେ ସେ ଆମକୁ ଖତମ କରିବ। ମାଧବ କହିଲା, ଠିକ୍ କହୁଛ। ତେବେ ଚାଲ ସମୁଦ୍ର କୂଳକୁ। ସେମାନେ ପୁଣି ଯାଇ ବସିଲେ ସମୁଦ୍ର କୂଳରେ। ବ୍ୟବଧାନ ନ ରଖି ଦୁଇ ଜଣ ଲଗାଲଗି ହୋଇ ବସିଲେ। ମାଧବ କହିଲା, ଏଇଟା ନିଶ୍ଚୟ ଡାକ୍ତରର ବ୍ୟାପାର। କାଲି କେତେ ତାକୁ ଖୋଜିଛୁ! ମୋର ମନେହୁଏ ସେଇ ଘରେ ଡାକ୍ତର ଲୁଚିରହିଛି। ଘରଟା ତ ପୁରୁଣା। ହୁଏତ କେଉଁ ଭିତରେ ଲୁଚି ରହିଥିବ। ତେବେ ଖୋଜିଲେ କିପରି ହୁଅନ୍ତା? ବର୍ଷା କହିଲା, ଫଟିକ୍ ଗୁଇନ୍ଦା ପୋଲିସ ଅଫିସର। ସେ କ'ଣ ସତର୍କତା ଅବଲମ୍ବନ କରିନାହିଁ! ତମେ ଭୁଲିଯାଅ ନା ଡାକ୍ତରଟା ପୂରାପୂରି ପାଗଳ। ବୁଦ୍ଧିମାନ ଶୟତାନ ପାଲଟିଛି ତେଣୁ। ମାଧବ ଚୁପ ହୋଇ ରହିଲା। ରାତିରେ କ'ଣ କରାଯିବ? ପଚାରିଲା ମାଧବ। ଭାବିଲେ କ'ଣ ହେବ! ମୋତେ ବଡ଼ ଭୟ ଲାଗୁଛି। ଆଜିର ପାଗଟା ଭଲ। ରାତିରେ ଚନ୍ଦ୍ରର ଆଲୋକ। ଆମେ ରାତିସାରା ଅନାଇ ରହିବା। ସେ ଘରେ ଆଉ ନୁହେଁ। ବାହାରେ ଗୋଟାଏ ଜାଗା ଖୋଜିନେବା। ବର୍ଷା କହିଲା, ବେଶ୍, ତାହା ହେଲେ ଚାଲ ଟିକିଏ ବୁଲିବା। ସେମାନେ ଦୁଇ ଜଣ ହାତ ଧରାଧରି କରି ଉଠିପଡ଼ିଲେ। ସେମାନେ ବୁଲିଲେ ବହୁତ ସମୟ।